ଡ଼ ମୁଣ୍ଡ ଟେକି ଠିଆ ହୋଇଥାଏ; ମାତ୍ର ସେଠାରେ ଗୁଡ଼ାଏ ଗଛଲତା ଥାଏ, ଜାଗାଟା ଅରମା ବୋଧ ହେଉଥାଏ। ତେଣୁ ଏହି ପାହାଡ଼ରେ ଆମ ତମ୍ବୁ ପଡ଼ିବା ଠିକ୍ ହେଲା। ଚାକର ରନ୍ଧାରନ୍ଧି କରିବାରେ ଲାଗିଗଲା। ମୁଁ ଆରାମ ଚଉକିରେ ବସି ବଣ ଭିତରକୁ ଚାହିଁ ରହିଥାଏ। ନିଗ୍ରୋ ଦୁଇ ଜଣ ବଣ ଭିତରକୁ ଶିକାର କରିବାକୁ ଯାଇଥାନ୍ତି। ହରିଣ କି ବାର୍ହା କିଛି ମାରି ନ ଆଣିଲେ ରାତିରେ ଏତେ ଲୋକ ଖାଇବେ କଅଣ? କିଛି ସମୟ ପରେ ନିଗ୍ରୋ ଦୁଇ ଜଣ ଫେରିଲେ। ସେମାନଙ୍କ ସାଙ୍ଗରେ ଆଉ ଚାରି ଜଣ ସେହି ବଣର ବଣୁଆ ଲୋକ ଥାଆନ୍ତି। ତାଙ୍କ ରୂପ ଭେକ ଦେଖି ମୋତେ ପ୍ରଥମେ ତ ଭୟ ଲାଗିଲା। ନିଗ୍ରୋ ଦୁଇ ଜଣ କହିଲେ, "ହଜୁର, ଆମେ ଗୋଟାଏ ବାର୍ହା ମାରି ଆଣିଛୁ। ବଣ ଭିତରେ ସିଂହ ଆମକୁ ଗୋଡ଼ାଇ ଥିଲା। ଏହି ଚାରିଜଣଙ୍କ ଯୋଗୁଁ ରକ୍ଷା ପାଇଯାଇଛୁ। ସେଇଥିପାଇଁ ଏମାନଙ୍କୁ ସାଙ୍ଗରେ ଧରି ଆଣିଛୁ। ମୁଁ ସେ ଲୋକଙ୍କୁ ଦେଖି ଟିକିଏ ଡରି ଯାଇଥିଲି। ଚଞ୍ଚଳ ସେମାନଙ୍କୁ ପାଖରୁ ବିଦା କରିଦେବା ପାଇଁ ଗୋଟାଏ କୌଶଳ କଲି। ନିଗ୍ରୋ ଦୁଇଟିଙ୍କୁ କହିଲି, ''ସେ ବାର୍ହାର ଗୋଡ଼ ଚାରିଟା ଏ ଚାରିଜଣଙ୍କୁ ଦେଇଦିଅ। '' ନିଗ୍ରୋ ଦୁଇଟି ବାର୍ହାର ଗୋଡ଼ କାଟିଆଣି ସେ ଚାରିଜଣଙ୍କୁ ଦେଲେ। ବିକଟ ଦାନ୍ତ ଦେଖାଇ ସେମାନେ ନିଜର ଆନନ୍ଦ ପ୍ରକାଶ କଲେ। ତା'ପରେ ସାଙ୍ଗେ ସାଙ୍ଗେ ଗୋଡ଼ ଚାରିଟାକୁ ସେହିପରି ପାଟିରେ ପୂରାଇ ଚୋବାଇ ଚୋବାଇ ସେଠାରୁ ଚାଲିଗଲେ। ମୁଁ ପଚାରିଲି-ଏମାନେ କ'ଣ ରାକ୍ଷସ? ନିଗ୍ରୋ। ଦୁହେଁ ଉତ୍ତର ଦେଲେ-''ନାଁ ହଜୁର, ଏ ବଣ ଭିତରେ ଠାଏଠାଏ ରାକ୍ଷସ ଅଛନ୍ତି; ସେମାନେ ମଣିଷକୁ ମଧ୍ୟ ଖାଇଯାଆନ୍ତି। ମାତ୍ର ଏମାନେ କଞ୍ଚା ମାଂସ ଖାଇଲେ ବି ମଣିଷ ଖାଆନ୍ତି ନାହିଁ। ବଣ ଭିତରେ ବାଘ ସିଂହଙ୍କ ସାଙ୍ଗରେ ରହି ରହି ଏମାନଙ୍କର ସେହିଭଳି ସ୍ୱଭାବ ହୋଇଗଲାଣି। '' ଖାଇପିଇ ସମସ୍ତେ ଶୋଇଲେ। ମୁଁ ମଧ୍ୟ ତମ୍ବୁ ଭିତରେ ଯାଇ ଶୋଇଲି। ଆମ ତମ୍ବୁର ଚାରିପଟେ ଖଣ୍ଡେ ଦୂରରେ କାଠ ପତର ଜମାଇ ନିଆଁ ଲଗାଇ ଦିଆଯାଇଥାଏ। ସେ ନିଆଁ ହୁ ହୁ ଜଳୁଥାଏ। କୌଣସି ଜନ୍ତୁ ହଠାତ୍ ଆସି ଆମ ଉପରେ ଚଢ଼ାଉ କରିପାରିବ ନାହିଁ-ସେଇଥିପାଇଁ ଏ ବ୍ୟବସ୍ଥା ହୋଇଥାଏ। ଗରମ ଖୁବ ବେଶି; ମୋତେ ଜମା ନିଦ ହେଲା ନାହିଁ। ପ୍ରାୟ ରାତି ଗୋଟାଏ ହେବ, ମୁଁ ତମ୍ବୁ ଭିତରୁ ଆସି ପଦାରେ ଚଉକିରେ ବସିଲି। ହଠାତ୍ ଆଗରେ ଥିବା ପାହାଡ଼ ଉପରେ ଆଖି ପଡ଼ିଗଲା। ମୋତେ ଜଣାଗଲା, ସେଠାରେ ତିନି ଚାରୋଟି କ'ଣ ଜନ୍ତୁ ଖେଳୁଛନ୍ତି। ମୁଁ ତମ୍ବୁ ଭିତରୁ ବନ୍ଧୁକ ଓ ଦୂରବୀକ୍ଷଣ ଯନ୍ତ୍ର ଆଣି ପୁଣି ଚଉକିରେ ବସିଲି। ଦୂରବୀକ୍ଷଣ ଯନ୍ତ୍ର ଆଖିରେ ଲଗାଇ ଦେଖିଲି। ସେହି ସମୟରେ ନିଗ୍ରୋ ଚାକରଟି ପାଖକୁ ଆସି କହିଲା, "ହଜୁର, ସେ ପାହାଡ଼ରେ ସିଂହ ଘର। ସେଠାରେ ସିଂହଛୁଆ ଚାରୋଟି ଖେଳୁଛନ୍ତି। ବୋଧହୁଏ ପାଖରେ କେଉଁଠି ତାଙ୍କ ବାପ ମା' ଅଛନ୍ତି। ସେମାନେ ବର୍ତ୍ତମାନ ପଦାକୁ ବାହାରିବେ; ହୁଏତ ଶିକାର ଖୋଜିବାକୁ ଯିବେ। ରାତି ପାହିଲାବେଳକୁ ଶିକାର ଆଣି ପୁଣି ଘରକୁ ଫେରିବେ। ମୁଁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେତେବେଳକୁ ସେ ସିଂହଛୁଆଙ୍କୁ ଭଲରୂପେ ଦେଖିପାରିଥିଲି-ଠିକ ମୋ ବାଘା କୁକୁରର ଉଚ୍ଚ ହେବେ। ସେହି ସମୟରେ ସେମାନଙ୍କ ମା' ଆସି ସେଠାରେ ପହଞ୍ଚିଲା। ଛୁଆଙ୍କ ସହିତ କିଛି ବେଳ ଖେଳିଲା। କେତେକ ସମୟ ପରେ ଗୋଟାଏ ଗର୍ଜନ ଶୁଣାଗଲା। ସାଙ୍ଗେ ସାଙ୍ଗେ ବଡ଼ ସିଂହଟାଏ ଭିତରୁ ସେଠାକୁ ଆସିଗଲା। ତା' ମୁଣ୍ଡର ବାଳସବୁ ଏପରି ଠିଆ ହୋଇଥାଏ ଯେ, ଖଜୁରୀ ଗଛ ଅଗ ପରି ତାହା ଦେଖା ଯାଉଥାଏ। ମୁଁ ଦେଖିଲି, ସିଂହଟା ଆମରି ନିଆଁ ଆଡ଼କୁ ଚାହିଁରହିଛି। ଶିକାରୀ ନିଗ୍ରୋଟି ମୋତେ କହିଲା, ''ସିଂହ ଦୁଇଟା ବର୍ତ୍ତମାନ ଆମରି ପାଖକୁ ହିଁ ଆସିବେ। ରାତିକ ଭିତରେ ସେମାନେ ପନ୍ଦର ଷୋଳ ମାଇଲ ବାଟ ବୁଲି ଶିକାର ଆଣିପାରନ୍ତି। ଆମର ଏ ଯେ ନିଆଁ ଜଳୁଛି, ଏହା ହିଁ ଆମର କାଳ ହେଲା। ନିଆଁ ହେତୁ ଆମେ ଏଠାରେ ଥିବାର ସେ ଜାଣିପାରିଲା। ଆଉ, ଏ ନିଆଁ ଡେଇଁପଡ଼ିବା ତା' ପକ୍ଷରେ ଅତି ସାମାନ୍ୟ କଥା। ମୁଁ ଏଣେ ନିଗ୍ରୋ କଥା ଶୁଣୁଥାଏଁ, ତେଣେ ଦୂରବୀକ୍ଷଣ ଯନ୍ତ୍ରରେ ସିଂହର ଗତିବିଧି ଦେଖୁଥାଏ। କିଛି ସମୟ ପରେ ସିଂହ ଓ ସିଂହୀ ନାଚିକୁଦି ପାହାଡ଼ ତଳକୁ ଓହ୍ଲାଇଲେ।